ସ୍ୱରର କର୍କଶତାରୁ ସେ ନିଜ ଉପରେ ଏକ ବିରାଟ ଚାପା ଅନୁଭବ କରୁଥିଲାପରି ବୋଧ ହେଉଥାଏ। ବେଳେବେଳେ କଣ୍ଟ୍ରୋଲ ରୁମ୍ରୁ ଗଁ ଗଁ ଶବ୍ଦ ମଧ୍ୟ ଏହି ବକ୍ତୃତା କକ୍ଷରେ ଶୁଣାଯାଉଥାଏ ଲାଉଡ଼୍ସ୍ପିକର୍ ଦେଇ। ''କ'ଣ ହେଲା ଲେନା, କିପରି ଅଛ ତମେ? ଅଭିଯାନଟି ବଡ଼ କଷ୍ଟ ଦେଇଥିବ ତୁମକୁ '' କହୁ କହୁ ବକ୍ତୃତା କକ୍ଷ ଭିତରକୁ ପଶିଆସିଲେ ଡିରେକ୍ଟର ଆଲେସ୍କି। ମୁହଁରେ ତାଙ୍କର କୃତକାର୍ଯ୍ୟତାର ଏକ ଦପଭରା ହସ। ଅଭିଯାନଟିର ଆଶାତୀତ ଭାବରେ କୃତକାର୍ଯ୍ୟତା ତାଙ୍କର ଆନନ୍ଦର ମାତ୍ରା ଶତଗୁଣ ବଢ଼ାଇ ଦେଇଥାଏ। ଲେନା ନିକଟକୁ ପାଖେଇ ଆସି କହିଲେ, ''ଆ, ତୁମ ଛାତି ଉପରେ ଯେ ରକ୍ତ? କଷ୍ଟ ସମ୍ଭାଳି ପାରିଲନି ବୋଧହୁଏ। '' ଆଲେସ୍କି ଲେନାର ଚେୟାର ଉପରେ ଝୁଙ୍କି ପଡ଼ି ତାର ଛାତି ଉପରର ରକ୍ତଛାପକୁ ଲକ୍ଷ୍ୟ କରୁ କରୁ କହିଲେ, ''ତୁମକୁ କ'ଣ ଏପର୍ଯ୍ୟନ୍ତ ଦୁର୍ବଳ ଲାଗୁଛି ଲେନା? '' ଲେନାର ମୁଣ୍ଡ ହାତ ବୁଲାଇଆଣି ପଚାରିଲେ, ''ଅନ୍ୟମାନେ ସେମାନଙ୍କ କକ୍ଷକୁ କେତେବେଳୁ ଚାଲିଗଲେଣି। ତୁମେ ଯାଇ ନାହଁ? '' ଆଲେସ୍କିଙ୍କ ମୁହଁକୁ ଅନାଇ ଲେନା ହସିପକାଇଲା ଏକ ଶୁଷ୍କ ହସ। କିନ୍ତୁ କେଜାଣି କାହିଁକି ସେହି ଶୁଷ୍କ ହସରେ ତାର ମୁଖମଣ୍ଡଳ ଦିଶୁଥିଲା ଦ୍ୱିଗୁଣ ସୁନ୍ଦର ଓ ମନମତାଣିଆ। ଛାତି ଉପରର ରକ୍ତର ଛାପ, ପଲକହୀନ ନେତ୍ରରେ ତାର ଦୀପ୍ତିହୀନ ଦୃଷ୍ଟି, ରାଗବିହୀନ ଓଠରେ ତାର ଦୁର୍ବଳତାର ଆବେଶ ଆଲେସ୍କିଙ୍କ ଚକ୍ଷୁରେ ଦିଶୁଥିଲା ଅତୀବ ସୁନ୍ଦର। ସେ ତା'ର ଶୁଷ୍କ ଓଠରେ ଦରବିକଶିତ ହାସ୍ୟରେଖାକୁ ଖେଳାଇ ଉତ୍ତର ଦେଲା, ''ମୋତେ ବିଶେଷ ଦୁର୍ବଳ ଲାଗୁନି ଆଲେସ୍କି-! ତେବେ ମୁଁ ଏଠାରୁ ଯାଇପାରୁନି କେବଳ ତୁମର ଏହି କୋମଳାଙ୍ଗୀ ବନ୍ଧୁଟି ପାଇଁ। ଅଭିଯାନ ଆରମ୍ଭର କଷ୍ଟ କାଳେ ଏହି ସୁକୁମାରୀ ଝିଅଟି ସମ୍ଭାଳି ପାରିବନି, ସେଥିପାଇଁ ମୁଁ ପରା ତା'କୁ ଶୁଆଇ ଦେଇଛି ଅମ୍ଳଜାନର ସେହି ମୁଖା ଭିତରେ। '' ''ଆଃ, ବିଚାରୀଟି କେତେ ବଡ଼ ଅଭିଜ୍ଞତାରୁ ବଞ୍ଚିତ ହେଲା ସତେ? ଖାଲି ନିଜ ଦୁର୍ବଳତା ପାଇଁ ସିନା। ହେଉ ବିଚାରୀକି ଉଠାଅ ଏଥର''-ଏହା କହି ଆଲେସ୍କି ନିଜେ ଯାଇ ମେରିନା ମୁହଁରୁ ଅମ୍ଳଜାନମୁଖାଟି ବାହାର କରି ପକାଇଲେ। ଆଖିପତା ଦୁଇଟିକୁ ଅଳ୍ପ ଅଳ୍ପ ଖୋଲି ଦେଖିଲେ ଯେ ମେରିନା ବେଶ୍ ନିଶ୍ଚିନ୍ତ ନିଦରେ ଶୋଇଛି। ହୃଦ୍ଯନ୍ତ୍ର କି ଫୁସ୍ଫୁସ୍ କୌଣସି ଖରାପ ହୋଇନି। ଶ୍ୱାସକ୍ରିୟା ବେଶ୍ ସାଧାରଣ ଭାବରେ ଚାଳିଛି। ମେରିନାର ସେହି ନିଦ୍ରିତ ଅବସ୍ଥାର ଶାନ୍ତ ମୁଖମଣ୍ଡଳକୁ ଅନାଇଲେ ମନେ ହେବ, ସତେ ଯେପରି ବୃନ୍ତଚ୍ୟୂତ ସଜ ଫୁଲଟିଏ ଅବିକୃତ ଅବସ୍ଥାରେ ପଡ଼ିରହିଛି ସେଠାରେ। ସେହି କୁସୁମ କୋମଳ ସୁଠାମ ଶରୀରରୁ ଉଦ୍ଦାମ ଯୌବନର ଅସରନ୍ତି ଲହରୀମାଳା ବାହାରି ଲେନାର ସୌନ୍ଦର୍ଯ୍ୟ ବେଳାଭୂମିରେ ପିଟିହୋଇ ଲେନାକୁ କରୁଥିଲା ନିଷ୍ପ୍ରଭ। ''ଆଉ ଡେରି କାହିଁକି ଲେନା? ଉଠାଇବା ଏଥର। ''-ଏହା କହି ଆଲେସ୍କି ମେରିନାକୁ ଏପଟ ସେପଟ ହଲାଇଦେଲାରୁ ମେରିନା ଧୀରେ ଧୀରେ ଆଖି ମେଲିଲା। ପାଖରେ ଆଲେସ୍କିଙ୍କୁ ଠିଆ ହୋଇଥିବାର ଦେଖି ହଠାତ୍ ଉଠି ବସିଲା। ମୁହଁରେ ତା'ର ବିସ୍ମୟର ଚିହ୍ନ। ପାଖରେ ଲେନାକୁ ମଧ୍ୟ ଠିଆ ହୋଇଥିବାର ଦେଖି କହିଲା, ''ଏଁ, ଏପର୍ଯ୍ୟନ୍ତ କ'ଣ ଆମ କୃତ୍ରିମ ଉପଗ୍ରହ ପୃଥିବୀ ଛାଡ଼ିନି? ମୁଁ ଟିକିଏ ଶୋଇ ପଡ଼ିଲି ଯେ। '' ସେ ଲେନା ଆଡ଼କୁ ଅନାଇ ଚିତ୍କାର କରି ଉଠିଲା, 'ଏଁ, ତୁମ ଛାତି ଉପରେ ଯେ ରକ୍ତ? କ'ଣ ହେଲା ତୁମର? ଛାତି ଉପରକୁ